'' ହସିଲା ହେମକାନ୍ତ-''ସବୁ ବୁଝୁଛି ଚନ୍ଦ୍ରାବତୀ.. ଯେଉଁ ବିନ୍ଦୁଏ ନିଆଁର ଭୋକ ପାଇଁ ତୁମେ ଆଜି ପାଗଳୀ ସେହି ବିନ୍ଦୁଏ ନିଆଁର ଭୋକରେ ମଧ୍ୟ ଲୋପାମୁଦ୍ରା ପାଗଳୀ। ତେଣୁ ତୁମେ ଆଉ ତାଙ୍କ ଭିତରେ ପ୍ରଭେଦ କ'ଣ ଅଛି? କେଉଁ ଗୁଣରେ ବା ସେ ତୁମଠାରୁ ଉତ୍ତମ? ତୁମେ କ'ଣ କଦାପି ମୋ ନିକଟରୁ ଦୂରେଇ ଯିବାକୁ ଇଚ୍ଛାକର ଚନ୍ଦ୍ରାବତୀ? '' କାତର ହୋଇ ହେମକାନ୍ତକୁ କୁଣ୍ଢାଇ ପକାଇ କହିଲା ଚନ୍ଦ୍ରାବତୀ-''ନାଁ ନାଁ ଏ ଯେ ମୋର ଅସୀମ ତପସ୍ୟାର ଫଳ। ମୁଁ କ'ଣ କଦାପି ତୁମ ନିକଟରୁ ଦୂରେଇ ରହିପାରେ? '' ଚନ୍ଦ୍ରାବତୀର ବିନ୍ଦୁ ବିନ୍ଦୁ ଲୋତକରେ ଭିଜି ଯାଉଥିଲା ହେମକାନ୍ତର ବକ୍ଷସ୍ଥଳ ଠିକ୍ ଏତେବେଳକୁ ସୂର୍ଯ୍ୟାସ୍ତର ବର୍ଣ୍ଣାଢ଼୍ୟ ଆଲୋକ ଜମାଟବାନ୍ଧି ଉଠୁଥିଲା ସମ୍ବଲପୁର କଲେଜର ତ୍ରିତଳ ପ୍ରାସାଦ ଉପରେ। ତୁ ଲେଖିଥିଲୁ, ତୋ ଶାଶୂଘରେ ପାଠୋଇ ବୋହୂଙ୍କ ସମ୍ୱନ୍ଧରେ ଯେଉଁ ଧାରଣା ତୋର ଆଚରଣରେ ସେ ଧାରଣା ଭାଙ୍ଗି ଯାଇଛି। ତା' ପରେ ପରେ ମୁଁ ଯେତେବେଳେ ଦେଖିଲି, ତୁ ପାଠପଢ଼ି ମଧ୍ୟ ଗୋଟିଏ ଚମତ୍କାର ମଧ୍ୟବିତ୍ତ ଗୃହିଣୀ-ରାନ୍ଧିବା ବାଢ଼ିବା ଆଦି ଘରର ସବୁ ଆଡ଼ତି ବଢ଼ାଇବାରେ ତୋର ନିପୁଣତା ମୋତେ ଆନନ୍ଦ ଦେଲା। ଏ ବହିଟି ତେଣୁ ତୋରି ପାଇବା କଥା। ନୁହେଁ? କାହିଁକି ଜାଣୁ। ସେ ବଡ଼ କରୁଣ କଥା। ମୋ ଜୀବନକୁ ମୁଁ ଗଢ଼ିଛି-ଗଢ଼ୁଛି ଟିକକ ସାମାନ୍ୟ ଆଭିଜାତ୍ୟ ମୋ ଶେଯରୁ ମୋ ଦେହରେ ମାଖି ହେଇଯାଇଛି ତାକୁ ଧୋଇ ଗୋଟିଏ ନିହାତି ନୁଖୁରା ଗରିବ ମଳିମୁଣ୍ଡିଆ ଆକାର ଦେବାକୁ। ଏ ଯୁଦ୍ଧରେ ମୁଁ ଯେ କ'ଣ ହରେଇଚି ଆଜି ସେ କଥା କହିଲେ ଛାତି ଫାଟି ପଡ଼ିବ। ନାକରୁ ରକ୍ତ ଝରି ପଡ଼ିବ। ତୁ ବଡ଼ଲୋକ ଝିଅ ଥିଲୁ-ପାଠ ପଢ଼ା ତୋ ବଂଶର ଆଭିଜାତ୍ୟ। ତୁ ଯେଉଁଠି ବିଭା ହେଲୁ ସେଠାର ଆଭିଜାତ୍ୟ ମଧ୍ୟ ତୋର ବାସ ଘରର ଅନୁରୂପ। କିନ୍ତୁ ତୋର ଶକ୍ତି ଅଛି ତୁ ସବୁ ଅବସ୍ଥାରେ ଆପଣାକୁ ସୁଖୀ କରିପାରୁ। ମୋର ଈର୍ଷା ହେଉଛି ତୋ ପ୍ରତି। କାରଣ ସେଥିପାଇଁ ମୋତେ ଯୁଦ୍ଧ କରିବାକୁ ପଡ଼ୁଛି। ସେଇ ଯୁଦ୍ଧରେ ମୁଁ କ'ଣ ହରାଇଲି ଜାଣିଛୁ? କାନ୍ଦିବୁ ନାହିଁ ତ? ହରେଇଛି ଅନେକ-ଆଉ ପାଇଛି ଯାହା-ଆଃ-ସେ ବି କହିବାର ନୁହେଁ। ଏହି ଶିକ୍ଷିତ ଅଭିଜାତ ଗୋଷ୍ଠୀ କେବଳ ଗରିବ ଅଶିକ୍ଷିତଙ୍କ ଦାନା ଶୋଷଣ କରନ୍ତି ନାହିଁ-ସେମାନେ ତାଙ୍କ ପ୍ରତି ବଦଳରେ ଯାହା ଦିଅନ୍ତି ସେ ଆହୁରି ନିର୍ମମ। ଦିନ ଆସିବ-ଏହାର ପ୍ରତିକ୍ରିୟା ହେବ। ନିଶ୍ଚିତ ହେବ। ହୁଏତ ଶିକ୍ଷିତ ଶୋଷଣ ଓ ଅଶିକ୍ଷିତ ଉତ୍ପାଦକଙ୍କ ଭିତରେ ଏକ ସଂଘର୍ଷ ହେଇପାରେ। ସେ ସଂଘର୍ଷର ଆଭାସ ମାତ୍ର ଦେଇଛି ଏ ଉପନ୍ୟାସରେ। ତୋ ଭଳି ପାଠୋଇ ଝିଅ ଯଦି ଏଇ ଗରିବଙ୍କ ଶ୍ରେଣୀକୁ ଖସି ଆସି, ଆଳସ୍ୟକୁ ମହତ୍ତ୍ୱ ଦେବା ବଦଳରେ ଶ୍ରମକୁହିଁ ସମ୍ମାନ ମନେ ନ କରନ୍ତି ତେବେ ଭବିଷ୍ୟତ୍ ସମାଜ ଯେ କେତେ କଦାକର ହେବ ତା'ର କଳ୍ପନା ମୁଁ କରିପାରୁ ନାହିଁ। ସେ ଅବସ୍ଥା ଭଗବାନ୍ କରନ୍ତୁ-ନ ଆସୁ। ସେଥିପାଇଁ ମୋର ସଂଗ୍ରାମ-ଖାଲି କଲମରେ ନୁହେଁ-କଳ୍ପନାରେ ନୁହେଁ-ଦେହରେ-କାମରେ ମଧ୍ୟ। ଏ ଯୁଦ୍ଧରେ ମୁଁ କେତେ ଲୋକଙ୍କର ସ୍ନେହ ହରେଇଛି-କେତେ ଭାଇ ଭଉଣୀ ମାଉସୀଙ୍କର ମମତା ହରେଇଛି-ସମାଜରେ ସମ୍ମାନ ହରାଇଛି-ରାଜନୀତିରେ ମର୍ଯ୍ୟାଦା ହରାଇଛି-କଳା ଓ ସାହିତ୍ୟର ତୂଳି ନ ହରାଇଲେ ମଧ୍ୟ ଶିଥିଳ ହେଇ ଆସୁଛି-ମନରେ ଶାନ୍ତି ହରାଇଛି-ସର୍ବଶେଷ ନ ହେଲେ ମଧ୍ୟ ସବୁଠାରୁ ଅତି ମର୍ମନ୍ତୁଦ ହେଇଛି-ମୋର ସ୍ୱାସ୍ଥ୍ୟ ହାନି। ବୋଧହୁଏ ପରମାୟୁ ମଧ୍ୟ କମିଯାଇଛି। ସମସ୍ତେ ଚିତ୍କାର କରି କହୁଛନ୍ତି-ଗରିବର-ଶ୍ରମଜୀବୀର ସ୍ଥାନ ନାହିଁ ସଂସାରରେ। ସବୁକୁ ହରାଇ ମୁଁ ପାଇଛି ରୁଗ୍ଣ ବାପା ଓ ଚିର ଦୁଃଖିନୀ ବାପା ମାଙ୍କର ଆଖିର ଲୁହ-ତମ ସମସ୍ତଙ୍କର ଅବମାନନା ଗରିବ ବୋଲି। ଆଉ ଗୋଟିଏ କଥା କହି ପାରିବି ନାହିଁ। କାରଣ ସମାଜ ତାକୁ ଭଲ ଆଖିରେ ନ ଦେଖି ପାରେ। ତଥାପି କହିଦେବି ବୋଲି ଲୋଭ ହେଉଛି। ଦୁନିଆ ଜାଣୁ-ଗରିବ ହେବାର ପାପ ମଣିଷକୁ କେଉଁ ରସାତଳକୁ ନିଏ-ଆଃ! ଯିଏ ଦିନେ ମୋତେ ଏଇ ନିଃସଙ୍ଗ ଜୀବନର କୋମଳତା ନେଇ ହାତ ଧରି ଚାଲିବାକୁ ପ୍ରତିଜ୍ଞା କରିଥିଲା-ସେ ମୋତେ ଦେଇ ଯାଇଛି ଚିରଦିନ ମନେପକାଇବାକୁ-ଗୋଟାଏ ଅଣନିଃଶ୍ୱାସୀ ବିଶ୍ୱାସଘାତକତା। ସେ ବିଶ୍ୱାସରେ ବିଷ ଦେଇ ନାହିଁ-ଦେଇଛି ତା'ର ବଡ଼ଲୋକୀ-ଆଭିଜାତ୍ୟ। ମୋର ଦାରିଦ୍ର୍ୟତାକୁ ହାତ ପାତି ନେଇଛି। ଗରିବ ବଡ଼ଲୋକର ମେଳ ଅସମ୍ଭବ-ଅସମ୍ଭବ ବୀଣା।